ହସିହସି କହିଲା, ''ଆଜି ଏତିକିରେ ଆମ ବୈଠକର କାର୍ଯ୍ୟକ୍ରମ ଶେଷ ହେଲା। ଅବଶ୍ୟ ଆଉ ଗୋଟାଏ ଅତି ସାମାନ୍ୟ କାମର ଆଲୋଚନା ରହିଛି। ଶେଷରେ ସେ କଥାଟା ମୁଁ କହିଦେବି। ବର୍ତ୍ତମାନ ଆସ, ଖିଆପିଆ କରିବା। ଭୋକରେ ହେଲେ ଯେ କମ୍ରେଡ଼ମାନଙ୍କ ମୁହଁ କଳା ପଡ଼ିଗଲାଣି। '' ମ୍ୟାକ୍ଜିଣ୍ଟି ମୁହଁରୁ କଥା ଶେଷ ହେବାକ୍ଷଣି ସଭାରେ ଚାଞ୍ଚଲ୍ୟ ଓ କୋଳାହଳ ଖେଳିଗଲା। ପୂର୍ବର ସେ ନୀରବ ଗାମ୍ଭୀର୍ଯ୍ୟ ପରିବେଶ କୁଆଡ଼େ ଉଭେଇଗଲା; ହାଲୁକା ଗୀତର ଗୁଣୁଗୁଣୁ ସ୍ୱର ଚାରିଆଡ଼ୁ ଶୁଣାଗଲା। ଆଶ୍ଚର୍ଯ୍ୟ ବ୍ୟାପାର! ମୁହୂର୍ତ୍ତକ ପୂର୍ବରୁ ଯେଉଁମାନେ ଧୀରସ୍ଥିର ଭାବରେ ବସି ହତ୍ୟା, ଲୁଟ ଓ ତଟକା ରକ୍ତ ସଂପର୍କୀୟ ବ୍ୟବସାୟ କଥାରେ ତନ୍ମୟ ଥିଲେ, ମନୁଷ୍ୟର ରକ୍ତରେ ଯେଉଁମାନଙ୍କ ହାତ ଲାଲ ହୋଇଗଲାଣି, ମନୁଷ୍ୟକୁ ହତ୍ୟା କରିବା–ବିଶେଷତଃ ଯାହାକୁ ଯେ କେବେହେଲେ ନିଜ ଆଖିରେ ଦେଖି ନାହିଁ ଏବଂ ବ୍ୟକ୍ତିଗତ ଭାବରେ ସେ ସେମାନଙ୍କ ମଧ୍ୟରୁ କାହାରି କିଛି ଅନିଷ୍ଟ କରି ନାହିଁ–ତାକୁ ନିର୍ମମ ଭାବରେ ଆଘାତ କରିବାକୁ, ତାର ଜୀବନ ସହିତ ଲୁଚକାଳି ଖେଳିବାକୁ ଯାହାଙ୍କ ବିବେକ ତିଳେହେଲେ କୁଣ୍ଠିତ ହୁଏ ନାହିଁ, ସେହି ସ୍ୱଭାବର ଲୋକ ପୁଣି ପ୍ରେମ, ସ୍ନେହର ସଙ୍ଗୀତ ଗାଉଛନ୍ତି! କି ବିଚିତ୍ର ଏହି ମନୁଷ୍ୟ, ପୁଣି ତାଠାରୁ ବଳି ବିଚିତ୍ରତର ତାର ମନ! ଉତ୍ସବ ଶେଷରେ ଯେତେବେଳେ ବିଦାୟ ନେଇ ଯେ ଯାହା ଘରକୁ ଯିବାର ସମୟ ହୋଇଗଲା, ସେତେବେଳକୁ ପ୍ରତ୍ୟେକ ସଭ୍ୟ ଅତ୍ୟଧିକ ମଦ୍ୟପାନ କରି ଟଳୁଅଛନ୍ତି। ସେମାନଙ୍କ ଅନ୍ତରରେ ଯାହା ବା ଟିକିଏ କୋମଳତା ଥିଲା, ମଦ୍ୟ ପ୍ରଲେପରେ ତାହା ପଥର ପରି କଠିନ ହୋଇ ଉଠିଲାଣି। ମ୍ୟାକ୍ଜିଣ୍ଟି ଭଲରୂପେ ଜାଣେ ଯେ ସେମାନଙ୍କୁ ନିଷ୍ଠୁର କାର୍ଯ୍ୟରେ ଉତ୍ତେଜିତ କରିବାର ଏହା ହେଉଛି ଉତ୍କୃଷ୍ଟ ସମୟ। ଗୋଟିଏ ଯେ ସାମାନ୍ୟ କାମ ବାକି ଥିଲା, ମ୍ୟାକ୍ଜିଣ୍ଟି ସେହି କଥା ଏବେ ଉଠାଇଲା। ସମସ୍ତଙ୍କୁ ଡାକି ସେ କହିଉଠିଲା, ''ତୁମେମାନେ ଶୁଣ, ଆଜି ଗୋଟାଏ ଅତି ଜରୁରୀ କାର୍ଯ୍ୟ ହାସଲ କରିବାକୁ ପଡ଼ିବ। 'ହେରାଲ୍' ସମ୍ବାଦପତ୍ର ତୁମେ ବୋଧହୁଏ ପଢ଼ୁଥିବ। ଦେଖୁଥିବ ତ, ସେହି କାଗଜରେ ପ୍ରତିଦିନ ଆମ ବିରୋଧରେ କିଛି ନା କିଛି ଲେଖାଯାଉଅଛି। ପୁଣି ଲୋକଙ୍କୁ ଆମ ବିରୁଦ୍ଧରେ ମତାଇ ଦେବା ପାଇଁ କେତେ ଉତ୍ସାହପୂର୍ଣ୍ଣ ସନ୍ଦର୍ଭ! ପୋଲିସ ଆମକୁ ଧରିପାରୁ ନାହିଁ ବୋଲି ତାକୁ କି ଗାଳି! ଏ କେତେ ଦିନ ହେଲା ତ ତାର ଔଦ୍ଧତ୍ୟ ଖୁବ୍ ବଢ଼ିଯାଇଅଛି। ଆଉ ନୀରବରେ ସହିବା ଠିକ୍ ନୁହେଁ। ଏବେ ଆମେ ପ୍ରତିକାର କରୁ ନ ଥିବାରୁ ତାହାର ସାହସ ବଢ଼ିଗଲାଣି। ବର୍ତ୍ତମାନ ସମୟ ଆସିଛି, ବୋତଲ ମୁହଁର ଠିପିଟି ଭଲରୂପେ ବନ୍ଦ କରିଦେବା ଦରକାର। 'ହେରାଲଡ଼'ର ସମ୍ପାଦକ ଜେମ୍ସ ଷ୍ଟାଙ୍ଗର ବଡ଼ ବଦ୍ମାସ, ସବୁ ଅନିଷ୍ଟର ମୂଳ। ଆମର ଦୁର୍ନାମକରି ଆମ ବିରୁଦ୍ଧରେ ଲୋକ ମତାଉଅଛି, ଏବେ ପାଉ ତାର ପ୍ରତିଫଳ। '' ଚାରିଆଡ଼ୁ ଉନ୍ମତ୍ତ କଣ୍ଠରେ ଚିତ୍କାର ଶୁଣାଗଲା, ''ତାକୁ ହତ୍ୟା କରିବା ଦରକାର। ଯେଉଁ ହାତରେ ସେ ଆମ ବିରୋଧରେ ଲେଖିଛି, ସେ ହାତକୁ କାଟିପକାଇଲେ ଭଲ ହୁଅନ୍ତା। ତାରି ରକ୍ତରେ ତା ଖବରକାଗଜକୁ ରଞ୍ଜିତ କରିଦେଲେ ହୁଅନ୍ତା ନାହିଁ? '' ଏହି ଗୁଞ୍ଜନ କୋଳାହଳ ମଧ୍ୟରେ ଏକମାତ୍ର କମ୍ରେଡ଼ ମରିସ୍ ଠିଆହୋଇ ପ୍ରତିବାଦ ଜଣାଇ କହିଲା, ''ମୁଁ ଏଥିରେ ଏକମତ ହୋଇପାରୁ ନାହିଁ। ହତ୍ୟା ଓ ଖୁଣ୍–ଏହା କରିକରି ଆମେ ଏହି କ୍ଷୁଦ୍ର ଅଞ୍ଚଳରେ ଆମ ଅବସ୍ଥା ଟଳମଟଳ କରି